ସେତେବେଳେ ହିନ୍ଦି ଚଳଚ୍ଚିତ୍ର ମାନଙ୍କରେ ମଧ୍ୟ ଦେହାଂଶଗୁଡ଼ିକୁ ସେତେ ଫ ଫରଚା କରି ଦେଖାଯାଇବା ଭଳି ଅଗ୍ରଗତି ତଥାପି ହୋଇନଥିଲା। ଭଗବାନ ଭାରି ଭଲ କଲେ ଓଡ଼ିଶାରେ ମଧ୍ୟ କାମଦରଦାଏମାନେ ମଣିଷମାନଙ୍କର ଦୁଃଖଟାକୁ ନିଜର ଦର୍ପଣ ଉପରେ ପକାଇ ଦେଖିଲେ ଏବଂ ସେତେବେଳେ ଅପ୍ରାପ୍ୟ ହୋଇ ରହିଥିବା ଉତ୍ତେଜନ କ୍ଷୁଧାନିବାରକଗୁଡ଼ିକୁ ଓଡ଼ିଶା ଯାଏ ନେଇ ଆସିଲେ। ଏବେ ତ ସେହି ଦିଗରେ ଲୋକମାନଙ୍କୁ ଅଧିକ ଉଲ୍ଲସିତ କରି ରଖିବା ପାଇଁ ଭଦ୍ର ଘରର ଖବରକାଗଜଗୁଡ଼ିକ ମଧ୍ୟ କ୍ରମେ ସେହି ପନ୍ଥା ଅବଲମ୍ବନ କଲେଣି। ଚଳଚ୍ଚିତ୍ର ସମ୍ବନ୍ଧରେ ସାପ୍ତାହିକ ସଚିତ୍ର ଫର୍ଦ୍ଦମାନ ବାହାର କଲେଣି। ହଁ ଏସବୁ ଫର୍ଦ୍ଦରେ ସିନେମା ବିଷୟରେ ମୂଲ୍ୟାୟନସ୍ତରର ପାଠ୍ୟସାମଗ୍ରୀ ଯେତେ ନବାହାରାଉଛି, ଆଖି ଏବଂ ଜିଭ ସତେ ଅବା ଚାହିଁ ଦେଲାମାତ୍ରେ ଚାଟି ପକାଇବାକୁ ମନ କରିବାର ଲେହମାନ ତାଠାରୁ ଅଧିକ ବାହାରୁଛନ୍ତି। ଭାରତବର୍ଷ ରାଜନୀତିକ ସ୍ୱାଧୀନତା ଲାଭ କରୁ କରୁ ଏଠି ଓଡ଼ିଶାର ସାହିତ୍ୟରେ କବିତାର ଆଧୁନିକ ଯୁଗ ବୋଲି ଯାହା ମାଡ଼ି ଆସିଲା, ତାହା କଣ ଓଡ଼ିଆ କବିତାର ତତ୍କାଳୀନ ପାଠକମାନେ ଚାହିଁଲେ ବୋଲି ଆସି ପହଞ୍ଚି ଯାଇଥିଲା? ସେତେବେଳେ କେତେ କେତେ ନ୍ୟୁଆ ନିମ ନିର୍ମାଣର ଆଶା ଏବଂ ଯୁଗ ଯୁଗ ଧରି ଦେଶର ଭାଗ୍ୟ ଉପରେ ବନ୍ଧଟାଏ ପରି ସବୁକିଛିକୁ ରୋକି ରଖୁଥିବା ବାଧାମାନଙ୍କୁ ଭାଙ୍ଗିଦେବାର ସ୍ଵପ୍ନମାନେ ସତେ ଅବା ଯୌବନ ପରି ଏହି ଦେଶର ଦିଗନ୍ତଗୁଡ଼ିକୁ ସମ୍ଭାବନାମୟ କରି ଦେଖିଥିଲେ। ବିଦେଶୀ ଭାରତବର୍ଷକୁ ଛାଡ଼ ବୋଲି ହୁଙ୍କାର ଦିଆଗଲା ଏବଂ ବିଦେଶୀ ଭାରତବର୍ଷ ଛାଡ଼ିଲେ। ସେତିକିବେଳକୁ ଆମର ଏହି ନୂଆ କବିମାନେ କାହା ବରଦାରେ କେଉଁଠାରେ ଆସି ପହଞ୍ଚିଲେ କେଜାଣି? ସେମାନେ ସମସ୍ତେ ପାଠ ପଢୁଥିବା ବେଳେ ଇଂରାଜୀ କବିତା ଭିତରେ ପଶିଥିଲେ। ଭାରତ ସଂଗ୍ରାମ ଲଢୁଥିବା ସମୟରେ ଇଂରେଜମାନେ ହୁଏତ ଏଠୁ କଦାପି ହଟିବେ ନାହିଁ ବୋଲି ସେମାନେ ବିବିଡ଼ିଧ ଡ଼ିଜାଇନ୍ ଭିତରେ ସେ ଭାସିବାରେ ଲାଗିଥିଲେ ଏବଂ ଏକ ବିଡ଼ମ୍ବନା ପରି ଆମ କିବତା ଭିତରକୁ ସେମାନେ ସିଧା ରାୟ ବାହାଦୁର ଏବଂ ରାୟ ସାହେବ ହୋଇ ଏ ମାଡ଼ିଆସିଲେ। ସେହିଭଳି ଏକ ଅନ୍ୟ ସଦର୍ଭ ଉପରେ ଆମ ଆଧୁନିକ କବିତାରେ ଏକ ଅତ୍ୟନ୍ତ ଚିନ୍ତଉବ୍ଦୀପକ ଆଲୋଚନା ହୋଇପାରନ୍ତା। ଓଡ଼ିଆ କବିତା ସେହିଊଦିନଠାରୁ ବେଣୀ କାଟି ମୁହଁରେ ବହୁ ଅନୁକରଣର ବଣ୍ୟାଢ଼ିତାକୁ ପିନ୍ଧି ଏପରି ଆମର ଅଧାଜଗୁଡ଼ିକୁ ମାଡ଼ି ବସିଛି ଯେ, ଆମେ ହୁଏତ ଏବେ ମଧ୍ୟ ପଛଟି ସହିତ ଡୋର ଲଗାଇ ବର୍ତ୍ତମାନଟାର କଳନା କରି ପାରୁ ନାହୁଁ। ସେହି ଦୌରାମ୍ୟଟିଆ କ୍ରମେ ଆଧୁନିକ ଗପ, ଉପନ୍ୟାସ ଏବଂ ନାଟକମାନଙ୍କୁ ମଧ୍ୟ ଆବୋରି ପକାଇଲା। ଆମ ଗଳ୍ପାକାରମାନେ ବି ବେଳେବେଳେ କଣ ମନକରି ଆକାଶସୁନ୍ଦରୀ ହେବାଲାଗି ଠେକା ଭିଡ଼ି ବାହାରିଲେ। ତେଣୁ ନିଷ୍କର୍ଷଷ୍କ ହେଉଛି, କୌଣସି ଲେଖକ ପାଠକର ରୁଚି ଅନୁସାରେ କଦାପି ଲେଖେ ନାହିଁ। ନିଜ ଭିତରେ ରହିଥିବା ପାଠକଟିର ରୁଚି ନିମନ୍ତେ ରସଦ ଯୋଗାଇବାକୁ ଯାଇ ସିଏ ଯାହା କିଛି ଲେଖେ। ଭିତରେ ଏହିପରି ମଙ୍ଗ ଧରିଥିବା ପାଠକଟିର ରୁଚି ଯଦି କୌଣସି କାରଣରୁ ତଳକୁ ଖସି ଆସେ, ତେବେ ତାହାର ଲେଖାମାନେ ମଧ୍ୟ କ୍ରମେ ପ୍ରାୟ ନିଃସଙ୍କୋଚରେ ସେହିପରି ହେବାକୁ ଆରମ୍ଭ କରନ୍ତି। ଏବଂ ସେହି ଅସଲ କଥାଟୀ କହିବି ନାହିଁ ବୋଲି ହୁଏତ ସିଏ ଲୋକଙ୍କର ରୁଚିଗତ ଅନୁରୋଧକୁ ମାନି ଯାଉ କିଛି ଲେଖିଛି ବୋଲି ବାହାରେ କୈଫିୟତଟିଏ ଦେଇପକାଏ। ମାତ୍ର ଜଣେ ଲେଖକ ଇଚ୍ଛା କଲେ ପାଠକମାନଙ୍କର ରୁଚିକୁ ବଦଳାଇ ଦେବାଲାଗି ପଣ କରି ଅବଶ୍ୟ ବାହାରି ପାରିବେ। କେତେକ ଲେଖକ ଅନୁରୂପ ସଂକଳ୍ପଟିଏ ସହିତ ବାହାରିଲେ ସେମାନେ ଲୋକମାନଙ୍କର ଉପସ୍ଥିତି ରୁଚିଟିକୁ ବଦଳାଇ ଦେଇପାରନ୍ତି। ଏବଂ ଯେତେବେଳେ ସାହିତ୍ୟ ହୁଡ଼ି ଯାଇଥାଏ, ତୁଚ୍ଛା ଭୁଲ ମଣିଷମାନେ ଆସି ସାହିତ୍ୟକୁ ପ୍ରାୟ ଏକ ଦରବାରମଣ୍ଡନରେ